"ହେଲେ, ମି. ଇଡମ୍ବିଏନ୍ ଆଉ ଶତ୍ରୁଜିତ ଆମ ହାତକୁ ଆସିଗଲା ପରେ ସେ ଦୁର୍ଭାବନା ଯେ ତାଙ୍କର ଦୂର ହୋଇଯିବ, ଏ ବିଶ୍ୱାସ ମୋର ଅଛି। ତଥାପି ଡକ୍ଟର ତୁଷାରକାନ୍ତି! ଆମ ଉପରୁ ବିପଦର ପାହାଡ଼ ଏ ପର୍ଯ୍ୟନ୍ତ ଓହ୍ଲାଇ ଯାଇ ନାହିଁ। ଆମର ଅନେକ ସହକର୍ମୀ ଏ ପର୍ଯ୍ୟନ୍ତ ନିଖୋଜ ରହିଛନ୍ତି। ସେ କଥା ମୁଁ ଜାଣେ, ବସ୍। ଆହୁରି ବି ଜାଣେ, ସେମାନେ ଅଜୟ ଦସ୍ୟୁର କବଳିତ ହୋଇଛନ୍ତି। ଆଉ ସେମାନଙ୍କୁ ପାଇବା ପରେ ପରେ ଅଜୟ ଦସ୍ୟୁ ଏବେ ଯେଉଁଭଳି ଭାବରେ ନୀରବରେ ବସିରହିଛି, ତାହା ହିଁ ମୋ ପକ୍ଷରେ ଘୋର ସନ୍ଦେହ ସୃଷ୍ଟି କରିଛି। ମାନେ ତା'ର ନୀରବତା ଭିତରେ ଯେ ନିଶ୍ଚୟ କୌଣସି ଦୁରଭିସନ୍ଧି ରହିଛି, ଏହା ଆପଣ ନିଶ୍ଚୟ ବୁଝିପାରୁଥିବେ। ଆଜି ମି. ଇଡମ୍ବିଏନ୍‌ଙ୍କୁ ଆଣିବା ସମୟରେ ଶତ୍ରୁଜିତ ଅପେକ୍ଷା ତାକୁ ମୁଁ ବିଶେଷ ପରିମାଣରେ ଆବଶ୍ୟକ କରୁଥିଲି। କାରଣ ମୋର ବିଶ୍ୱାସ ଥିଲା, ସେ ନିଶ୍ଚୟ ସେହିଠାକୁ ଯିବ। ହେଲେ, ସେଭଳି କୌଣସି ସନ୍ଦେହଜନକ ବ୍ୟକ୍ତି ମୋ ଦୃଷ୍ଟିପକ୍ଷକୁ ଆସିଲା ନାହିଁ। ଏ ଆଡ଼େ ଶତ୍ରୁଜିତ ଯେ ମୋତେ ଗଭୀର ସନ୍ଦେହ ଭିତରେ ଦେଖିବାରେ ଲାଗିଥିଲା, ମୁଁ ଜାଣିପାରି ଏହି ସୁଯୋଗରେ ତାକୁ କବଳିତ କରିବା ପାଇଁ ଚେଷ୍ଟା କଲି।ତା'ହେଲେ...? ଆପଣଙ୍କର ଆଶୀର୍ବାଦ ନେଇ ମୁଁ ଥରେ ଦସ୍ୟୁ ଅଯ୍ୟୁର ମୁକାବିଲା କରିବାକୁ ଚାହେଁ। ଡକ୍ଟର ତୁଷାରକାନ୍ତିଙ୍କ ପ୍ରଶ୍ନରେ କିଛି ସମୟ ପାଇଁ ନୀରବ ହୋଇଗଲେ ଦଳପତି। ତା'ପରେ କହିଲେ, "କିନ୍ତୁ ଏ ଆଡ଼େ ତୁମ ଉପରେ ଯେଉଁ ଦାୟିତ୍ୱ ରହିଛି, ତା' ସାଙ୍ଗରେ ଦସ୍ୟୁ ଅଜୟକୁ ଅନୁଧ୍ୟାନ କରିବା ପାଇଁ ସମୟ ତୁମେ ପାଇପାରିବ ତ? ମାନେ, ଏଇ କେତେ ଦିନ ଭିତରେ ତୁମେ ଯେଉଁଭଳି ଭାବରେ ଅକ୍ଳାନ୍ତ ପରିଶ୍ରମ କରୁଛ, ତୁମର ଅବଶତାର ସୁଯୋଗ ନେଇ ଯଦି ଦସ୍ୟୁ ଅଜୟ କୌଣସି ଫାଇଦା ନେବାକୁ ଚେଷ୍ଟା କରେ.ଯେଉଁ ଅପ୍ରିୟ ସତ୍ୟଟି ଦଳପତିଙ୍କ କଣ୍ଠରୁ ନିଃସୃତ ହେଲା, ତାହା କେତେକ ମୁହୂର୍ତ୍ତ ପାଇଁ ତୁଷାରକାନ୍ତିଙ୍କୁ ସ୍ତବ୍ଧ କରିଦେଲା। ହୁଏତ ଏହି ମହାସତ୍ୟଟି ସେ ଯେମିତି ସଫଳତାର ଉଦ୍ଦୀପନା ଭିତରେ ଭାବିବାକୁ ସମୟ ପାଇ ନ ଥିଲେ। ତାଙ୍କ ମୁଖମଣ୍ଡଳରୁ ଦୃଷ୍ଟି ଫେରାଇ ନେଇ ଦଳପତି ଚିନ୍ତିତ ମନରେ କହିଲେ, ସେଥିପାଇଁ ଭୟ କରିବା ଉଚିତ ନୁହେଁ, ଡକ୍ଟର। ମୁଁ ତୁମର ମାନସିକ ପରିସ୍ଥିତି ଠିକ୍ ଭାବରେ ବୁଝିପାରୁଛି। କିନ୍ତୁ ଏଭଳି କ୍ଷେତ୍ରରେ ତୁମର ସାହସ ଏକାନ୍ତ ପ୍ରୟୋଜନ। ଦସ୍ୟୁ ଅଜୟ ହିଁ ବର୍ତ୍ତମାନ ଆମର ଏକମାତ୍ର ଲକ୍ଷ୍ୟ। ତେଣୁ ଅନ୍ତତଃ ପରିଚାଳନା ନିର୍ଦ୍ଦେଶକ ଆସିବା ପର୍ଯ୍ୟନ୍ତ ତୁମକୁ ଦସ୍ୟୁ ଅଜୟ ପାଇଁ ସମସ୍ତ ସମୟ ବ୍ୟୟ କରିବାକୁ ଅନୁମତି ଦେଲି। ମାନେ, ଏହା ଭିତରେ ଆଠ ଦିନ। ଅବଶ୍ୟ ଏ ଆଠ ଦିନ ଯଥେଷ୍ଟ ନୁହେଁ, ତଥାପି ମୁଁ ନିରୁପାୟ। ତାଙ୍କ ସମ୍ମୁଖରେ ଆମର ପ୍ରଥମ ଅପରେସନ୍ ହେବ। ଯେଉଁ ଶତ୍ରୁଜିତକୁ ତୁମେ ଚତୁରତାର ସହିତ କବଳିତ କରିପାରିଛ, ତାହାରି ଅପରେସନ୍ ତୁମେ ହିଁ କରିବ। ହସିଉଠି ତୁଷାରକାନ୍ତି କହିଲେ, ମୁଁ ବି ଠିକ୍ ସେହି କଥା ଚିନ୍ତା କରୁଥିଲି, ବସ୍। ତା'ପରେ ଟିକିଏ ନୀରବ ରହି କହିଲେ, ଶତ୍ରୁଜିତ ଏବେ ଆମର କରଗତ ହୋଇଥିଲେ ମଧ୍ୟ ଏହି ଦଶ ଦିନ ତା' ପ୍ରତି ବିଶେଷ ଧ୍ୟାନ ରଖିବା ଆମର ଉଚିତ ହେବ, ବସ୍। ଏହି ପୁରୀ ଯେତେ ସୁରକ୍ଷିତ ହେଲେ ବି, ମି. ଇଡମ୍ବିଏନ୍‌ଙ୍କ ସଙ୍ଗେ ସେ ଯେ କେଉଁଭଳି ଭାବରେ ପରାମର୍ଶ କରି ଏଠାରୁ ଚାଲି ନ ଯିବ.ତୁମର ଯୁକ୍ତିରେ ମୁଁ ସଦାବେଳେ ପରାଜୟ ସ୍ୱୀକାର କରିଛି, ଡକ୍ଟର ତୁଷାରକାନ୍ତି। ଆଉ ତୁମର.